ଆକାଶକୁ ଅନେଇଲେ ବି ଆଉ ସେ ବଡ଼ ତରାଟିକୁ ଦେଖିବାକୁ ପାଇଲାନି। କ୍ରମେ ମା କଥା ଭୁଲିଯାଇ ପରୀ କନ୍ୟା ସାଥିରେ ଭୋଳା ସୁଖରେ ଘରଦ୍ୱାର କରି କାଳ କଟିଲା। ରସାୟନ ଦୁଇଜଣ ଭଦ୍ରଲୋକଙ୍କ ହାତରେ ଗୋଟିଏ ଗୋଟିଏ ସିଗାରେଟ୍। ଅଧମିନିଟ୍ ହେବ ସେମାନେ ଚା' ଖାଇବା ଶେଷ କରିଛନ୍ତି। ଅନ୍ତରରେ ସେମାନଙ୍କର ପ୍ରଭାତ ସୂର୍ଯ୍ୟର ଅର୍ଚ୍ଚନା, ଦେହର କେତେକାଂଶରେ ସୂର୍ଯ୍ୟର ଅନୁକଂପା। ଶୀତଦିନର ସକାଳ। ପୌଷ ମାସ! ଦେବଗଡ଼ ଗେଷ୍ଟହାଉସର ପୂର୍ବମୁଖ ବରଣ୍ଡାରେ ଏବଂ ପ୍ରକାଶ୍ୟ ରାଜପଥରେ ପ୍ରଭାତ ସୂର୍ଯ୍ୟ ହତ୍ୟା କରିବାକୁ ଚେଷ୍ଟା କରୁଛି ଜରତା ଶୀତକୁ। ଏହି ହତ୍ୟାକାଣ୍ଡ ପ୍ରତି ସବୁ ଜୀବର ସମର୍ଥନ ଦେଖାଦେଇଛି। ତଥାପି ସେଇ ଶୀତବୁଢ଼ୀ ମରି ମଧ୍ୟ ମରି ପାରୁ ନାହିଁ। ଏହି ଦୁଇ ବ୍ୟକ୍ତିଙ୍କ ଛଡ଼ା ସେଠି ଅନ୍ୟ ଏକ ଭଦ୍ରଲୋକଙ୍କର ଆଗମ ହେଲା। ବୟସ ତାଙ୍କର ପ୍ରୌଢ଼ତ୍ଵକୁ ପଦାଘାତ କରି ଆଗକୁ ପଦ ବଢ଼େଇଚି। ରୂପରେ ଛନ୍ଦପତନର ଧ୍ୱଜା। ପରିଧେୟ ଏବଂ ବେଶ ବିନ୍ୟାସରେ ଆଧୁନିକତାର ଅକ୍ଷମ ଅନୁକୃତି। ତାହାଙ୍କ ଯୁକ୍ତିରେ ପ୍ରେତପୁରୀର ଭାଷା। ଯେପରି ସେ ଅନୁକଂପାହୀନ ହୋଇ ଆଧୁନିକତା ବିରୁଦ୍ଧରେ ଖଡ଼୍ଗ ଉତ୍ତୋଳନ କରିଛନ୍ତି। ଅତୀତର ଜଣେ ଚିନ୍ତାଶୀଳ ଲେଖକ ସେ। ପ୍ରଥମୋକ୍ତ ଦୁଇବ୍ୟକ୍ତିଙ୍କ ପରିଚୟ ଏକ ପର୍ଯ୍ୟାୟଭୁକ୍ତ। ସେମାନଙ୍କ ଭିତରୁ ସମ୍ଭ୍ରାନ୍ତ ସ୍ଥୂଳକାୟ ବ୍ୟକ୍ତିଟି ଏକ ସତ୍ତାହୀନ ରାଜ୍ୟର ଉତ୍ତରାଧିକରୀ ଏବଂ ଏକ ସାହିତ୍ୟ-ସଂସ୍ଥାର କର୍ଣ୍ଣଧାର-। ଉଦ୍ଦେଶ୍ୟ ସିଦ୍ଧି ଉଦ୍ଦେଶ୍ୟରେ ସ୍ଥାନୀୟ ବୃତ୍ତୀଶ୍ୱରଙ୍କ ଭିକ୍ଷାପ୍ରାର୍ଥୀ ହୋଇ ସେ ଏଠାରେ ଆଗନ୍ତୁକ-। ଅପର ବ୍ୟକ୍ତିଟି ସାହିତ୍ୟ-ସଂସ୍ଥାର କର୍ଣ୍ଣ-ଧାର ନୁହଁନ୍ତି, କର୍ମୀ। ଏହିଠାରେ ତାଙ୍କର ଡେରା-। ଦୁହିଁଙ୍କର ନାମ କଚ ଓ ନଚଦେବ ବୋଲି ଧରିନିଆଯାଉ। କଚଦେବ ପ୍ରୌଢ଼ତ୍ୱର ଏବଂ ନଚଦେବ ଯୌବନର କେନ୍ଦ୍ରବର୍ତ୍ତୀ। ବୟସ୍କ ଅଥବା ବୃଦ୍ଧ ବ୍ୟକ୍ତିଙ୍କ ନାମ ରଖାଯାଉ ଶିରଧ୍ୱଜ। ଶିରରେ ଶିଖା ମଧ୍ୟ ତାହାଙ୍କର ଅଛି। କିଛିଦିନ ହେବ ଏହି ପୁଷମାସର ଖରା ସକାଳର ଆଳାପକୁ ଘନୀଭୂତ କରି ଦେଇଛି। ଆଗେ କେବଳ ଆଳାପ ଚାଲୁଥିଲା ନଚଦେବ ଓ ଶିରଧ୍ୱଜଙ୍କ ମଧ୍ୟରେ। ଏବେ ଦୁଇଦିନ ହେଲା କଚଦେବଙ୍କ ଆବିର୍ଭାବ ଯୋଗୁ ଆଜିର ଆଲୋଚନା ତ୍ରିପଦୀ ଏବଂ ତ୍ରୀପଟା ତାଳରେ ସମୃଦ୍ଧ। ଶିରଧ୍ଵଜଙ୍କ ଭିତରେ କୁରୁବଂଶର ଶେଷ ରାଜା ଧୃତରାଷ୍ଟ୍ରଙ୍କ ଅନ୍ଧତା। ଦେବଗଡ଼ର ଅନୁବାଦ ମାଟିରେ ବିଦେଶୀ ଏମୋନିଆ ଯେ କୁହୁକ ସ୍ପର୍ଶ ଦେଇ ପାରେ ଏହାର ସତ୍ୟ ଦର୍ଶନ ତାଙ୍କ ପାଖରେ ନିରର୍ଥକ। ପ୍ରଧାନ ପାଟ ପ୍ରପାତର ଉଦ୍ଧତ ଜଳସ୍ରୋତ କହାଯୋଗେ ଆଜି ରାସ୍ତାକଡ଼ର ସ୍ନାନାଗାରରେ ଆଦିବାସୀ ଯୁବତୀର ଚରଣକିଙ୍କର ହୋଇ ପଡ଼ିରହିଛି ସେ କଥା ସେ କେବେ ପ୍ରତ୍ୟକ୍ଷ ଜ୍ଞାନ ଦେଇ ଭାବନ୍ତି ନାହିଁ। ମାତ୍ର ସେ ଜ୍ଞାନୀ। ହୁଏ ତ ଅପଜ୍ଞାନୀ ହୋଇ ପାରନ୍ତି-। କାରଣ, ଆର୍ଯ୍ୟ ଯାଯାବରର ସ୍ଵଧର୍ମବାଦ ତାଙ୍କର ଚରମ ଆଦର୍ଶ। ଯେଉଁ ସ୍ଵଧର୍ମବାଦ ଶ୍ରୀକୃଷ୍ଣଙ୍କୁ ରକ୍ଷା କରି ପାରିଲା ନାହିଁ, ଯୁଦ୍ଧର ଜୟ ପରେ ମଧ୍ୟ ଅର୍ଜୁନଙ୍କୁ ପୃଥିବୀ ଭୋଗ କରିବାର ସୁଯୋଗ ଦେଇ ପାରିଲା ନାହିଁ, ସେହି ସ୍ଵଧର୍ମବାଦ ପୁଣି ରକ୍ଷା କରିବ ଭାରତର କୋଟି କୋଟି ଲୋକଙ୍କୁ-। ଏହା ତାଙ୍କର ବିଶ୍ୱାସ।... ଠାକୁର ଘରର ଭୋଗ ବନ୍ଦ କରି ଗୋଟାଏ ବୁଭୁକ୍ଷୁ ମଣିଷର ଜୀବନ ରକ୍ଷା କରିବାକୁ ସେ ଧର୍ମ ବୋଲି କହି ପାରନ୍ତି ନାହିଁ। ପୁଣି ସମୟେ ସମୟେ ଧର୍ମର ମୌଳିକ ତତ୍ତ୍ଵକୁ ପୋଷକତା କରି ମଧ୍ୟ ସେ ଆଲୋଚନାର ସଂଳାପ ପ୍ରସ୍ତୁତ କରିଥାନ୍ତି। ସେତେବେଳକୁ କଚ ଓ ନଚଦେବଙ୍କ ଭିତରେ କୌଣସି ଆଳାପ ଭ୍ରୂଣାୟମାନ ମଧ୍ୟ